ସେ ଯଜ୍ଞ ସମାପ୍ତ ହୋଇଥିଲା ଘିଅ, ତେଲ, ଲହୁଣୀ, ମହୁ ଓ ଗୁଡ଼ଦ୍ୱାରା। ଯଜ୍ଞ ଶେଷ ହେଲାପରେ ରାଜ୍ୟର ଧନୀ ବ୍ୟକ୍ତିମାନେ ମହାରାଜ ମହାବିଜିତଙ୍କ ଦର୍ଶନାଭିଳାଷରେ ବହୁ ଉପହାରମାନ ଧରି ଆସିଲେ। ରାଜା ସେମାନଙ୍କୁ ସମ୍ୱୋଧନ କରି କହିଲେ ହେ ସଜ୍ଜନବର୍ଗ! ଆପଣଙ୍କର ଏ ସବୁ ଉପହାର ମୋର କୌଣସି ଆବଶ୍ୟକ ନାହିଁ। ରାଜଧର୍ମାନୁଯାୟୀ ବହୁ ଧନ ରାଜକୋଷରେ ଗଚ୍ଛିତ କରି ରଖିଛି। ତାହା ତୁମରିମାନଙ୍କଠାରୁ ନେଇଥିଲି। ଯଦି ଆବଶ୍ୟକ ହୁଏ ତେବେ ତାହା ଆପଣମାନେ ସଂକୋଚବିହୀନ ଭାବେ ମୋଠାରୁ ଗ୍ରହଣ କରନ୍ତୁ। ଏହାଦ୍ୱାରା ମୁଁ ଅଧିକ ସୁଖୀ ହେବି। ଉପହାର ନେବାକୁ ରାଜା ଯେତେବେଳେ ନାସ୍ତିକଲେ ସେତେବେଳେ ସେହି ବ୍ୟକ୍ତିମାନେ ଯଜ୍ଞଶାଳା ନିକଟରେ ଧର୍ମଶାଳାମାନ ନିର୍ମାଣ କଲେ ଓ ଦରିଦ୍ରମାନଙ୍କୁ ଅର୍ଥ ଦାନ କଲେ। ଯେଉଁ ଧନୀ ବ୍ୟକ୍ତିମାନେ ନିଜକୁ ଧନାଢ଼୍ୟ କରି ତୋଳିବାକୁ କେତେ କଣ କରି ନ ଯାଇଛନ୍ତି ସେମାନେ ରାଜାଙ୍କ ଉକ୍ତିରେ ବଦଳିଗଲେ। ଗୌତମ କହିଲେ, ହେ କୂଟଦନ୍ତ ତୁମେ ଜଣେ ଜ୍ଞାନୀ ବ୍ୟକ୍ତି। ଥରେ ଚିନ୍ତାକରି ଦେଖ ଦେବତାମାନେ ଯେଉଁ ଜୀବ ସୃଷ୍ଟି କରିଛନ୍ତି ସେମାନେ କଣ ତାଙ୍କରି ରକ୍ତ ଚାହାନ୍ତି? ଯଦି ସେ କୌଣସି ଜୀବର ରକ୍ତ ଚାହୁଁଥାନ୍ତି ତେବେ ରକ୍ତକାମୀ ଦେବତା କଣ ବିଶ୍ୱର ମଙ୍ଗଳ କରିପାରିବେ? ଆଉ କେହି ଯଦି ଯଜ୍ଞ ପରପୀଡ଼ନରେ କରିଥାଏ, ତାର ଫଳ କଣ ସେ କେବେ ସୁଫଳଭାବେ ପାଇ ପାରିବେ? ତୁମ ଯଜ୍ଞରେ ଯଦି ଟିକିଏ ହେଲେ ଆବିଳତା ରହିଯାଏ ତେବେ ସେହି ଟିକିଏ ଯଜ୍ଞ ଶେଷ ବେଳକୁ ବିରାଟ ଅମଙ୍ଗଳରେ ଉପନୀତ ହେବ। ବିଶ୍ୱର ମଙ୍ଗଳ ପାଇଁ ଯଜ୍ଞ ବାଞ୍ଛନୀୟ ସତ କିନ୍ତୁ ସେ ଯଜ୍ଞରେ କାହାରି ଯେପରି ଅଶାନ୍ତି ନ ଆସେ ତାହା ଯଜ୍ଞକର୍ତ୍ତା ପ୍ରଥମେ। ଦେଖିବା ଉଚିତ। ଗୌତମ ବୁଦ୍ଧଙ୍କ ଉକ୍ତି କୂଟଦନ୍ତ ଏବଂ ଅନ୍ୟାନ୍ୟ ଯାଜ୍ଞିକ ବ୍ରାହ୍ମଣ ବେଶ୍ ଉପଲବ୍ଧି କଲେ-। ବୁଦ୍ଧ ଯଜ୍ଞରେ ପଶୁବଳିର ବିରୋଧ କାହିଁକି କରୁଛନ୍ତି ତାହା ମଧ୍ୟ ଜାଣିବାକୁ ତାଙ୍କର ବାକି ରହିଲା ନାହିଁ। ଆଲୋଚନା ଶେଷରେ ସେମାନେ ଯେତେବେଳେ ଉଠିଲେ ଯିବାକୁ ସେତେବେଳେ ମନେ ମନେ ସ୍ଥିର କଲେ ଯଦି କୌଣସି ଯଜ୍ଞରେ ପଶୁବଳି ଦିଆଯିବାର ବ୍ୟବସ୍ଥା ହେବ ସେମାନେ ମଧ୍ୟ ବୁଦ୍ଧଙ୍କ ଭଳି ତାର ବିରୋଧ କରିବେ। ବ୍ରାହ୍ମଣମାନେ ନୀରବରେ ଗୌତମ ବୁଦ୍ଧଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରି ବିଦାୟ ନେଲେ। ଖୁବ୍ ଅଳ୍ପ ସମୟ ପରେ ବୁଦ୍ଧ ଦେଖିବାକୁ ପାଇଲେ ବହୁ ଗୋରୁ ମେଣ୍ଢାଦି ପଶୁ ଖାଣୁମତ ଗ୍ରାମରୁ ବାହାରି ଆସୁଛନ୍ତି। ତାଙ୍କ ପଛରେ ଅଛନ୍ତି କିଛି ସମୟ ପୂର୍ବରୁ ତାଙ୍କ ପାଖକୁ ଆସିଥିବା ବ୍ରାହ୍ମଣମାନେ ଓ ସ୍ୱୟଂ ଯଜ୍ଞ କର୍ତ୍ତା କୂଟଦନ୍ତ। ମହାମାନବ ସମସ୍ତଙ୍କର ସେହି ଗୋଟିଏ କଥା, ଜାତି ମଧ୍ୟରେ ଶ୍ରେଷ୍ଠ ଜାତି ବ୍ରାହ୍ମଣ। ବ୍ରାହ୍ମଣ ବ୍ରହ୍ମ ପୁରୁଷଙ୍କ ମୁଖ ଦେଶରୁ ଜନ୍ମ—ଅନ୍ୟମାନେ ବାହୁରୁ, ଉରୁରୁ ଏବଂ ପାଦରୁ ଜନ୍ମ। ଜଣେ ବ୍ରାହ୍ମଣ ଋଗବେଦ ପୁରୁଷ ସୂକ୍ତରୁ ଗାଇ ଉଠିଲେ— 'ବ୍ରାହ୍ମଣୋଽସ୍ୟ ମୁଖ ମାସୀଦ୍ ବହୁ ରାଜନ୍ୟ କୃତଃ ଉରୁ ତଦସ୍ୟ ଯଦ୍ ବୈଶଃ ପଦ୍ଭ୍ୟାଂ ଶୂଦ୍ରୋଽଜାୟତ' ସଙ୍ଗେସଙ୍ଗେ ଜଣେ ବୃଦ୍ଧ ବ୍ରାହ୍ମଣ ତାଙ୍କ ଶୁକ୍ଳ ସ୍ମଶୃକୁ ହଲାଇ କହି ଉଠିଲେ, ଏଥିରେ କ'ଣ ଆଉ କାହାର ଦ୍ୱିମତ ଅଛି? ବେଦ ତ ଆମେ କରି ନାହୁଁ କି ଏବେ ତାକୁ କେହି ଲେଖିଦେଲା ନାହିଁ, ଏ ବ୍ରହ୍ମାଣ୍ଡ ଯାହା ମାନିଆସିଛି ତାକୁ କଣ ଗୌତମ ନାହିଁ କରିଦେବେ? ଚାଲ ସମସ୍ତେ ତାଙ୍କୁ